ମେସେଞ୍ଜରକୁ ନେଇ ମୁଁ ସେଠାରେ ପହଞ୍ଚିବା ଆଗରୁ ସେମାନେ ସେଠାରୁ ଆହୁରି। ମାଇଲ ଦୂର ବ୍ରହ୍ମଗିରି ମାଇନିଂସକୁ ଯାଇସାରିଥିଲେ। ' 'ତା' ମାନେ, ମି: ପାତ୍ରଙ୍କ ସହିତ ଆପଣଙ୍କର ସାକ୍ଷାତ ହେଇନାହିଁ? ' 'ନା, ଆଜ୍ଞା! ରତ୍ନଗିରିରୁ ବ୍ରହ୍ମଗିରି ପୂରାପୁରି ପାହାଡ଼ିଆ ରାସ୍ତା। ବହୁତ କଷ୍ଟରେ ଜିପ୍ରେ ସେଠାକୁ ଯାଇହେବ। ପାଦରେ କିମ୍ୱା ସାଇକେଲରେ ଯିବା ସମ୍ଭବ ନୁହେଁ। ଦିନରେ ବି ସେହି ରାସ୍ତାରେ ହିଂସ୍ରଜନ୍ତୁମାନେ ବାହାରନ୍ତି। ତେଣୁ ମୁଁ ନିରୁପାୟ ହୋଇ ଫରିଆସିଲି। ଆମର ଜିପ୍ଟା ବି ସେମାନେ ନେଇଯାଇଛନ୍ତି। ' 'ଆଉ ମେସେଞ୍ଜର? ' 'ସେ ସେଇଠାକୁ ଅପେକ୍ଷା କରି ରହିଛନ୍ତି। ମୁଁ ଏଆଡ଼ୁ କୌଣସି ଜିପ୍ ବନ୍ଦୋବସ୍ତ କରି ଗଲେ ସେଠାକୁ ଯିବୁଁ। ' ମି: ମହାନ୍ତି ଚିନ୍ତିତ ହୋଇଉଠି କହିଲେ, 'ସେମାନେ କଣ ଆଜି ରାତିରେ ଫେରିବାର ସମ୍ଭାବନା ନାହିଁ? ' 'ନା। ' ରତ୍ନଗିରିରେ ଆମ କର୍ମଚାରୀମାନଙ୍କଠାରୁ ଖବର ପାଇଲି ଯେ ସେମାନେ ବ୍ରହ୍ମଗିରି ମାଇନ୍ସରେ ତିନି ଦିନ ରହିବେ। ତେଣୁ' ମି: ମହାନ୍ତି ଶତ୍ରୁଜିତଙ୍କୁ ଲକ୍ଷ୍ୟ କଲେ। ସେ ଯେ ପରିବର୍ତ୍ତୀ କାର୍ଯ୍ୟକ୍ରମ ବିଷୟରେ ତାଙ୍କଠାରୁ ପରାର୍ମଶ ଚାହୁଁଛନ୍ତି ଏହା ସେ ଭଲ ଭାବରେ ହୃଦୟଙ୍ଗମ କରି କହିଲେ, 'ଆମକୁ ଏଇଠାରୁ ଫେରିବାକୁ ପଡ଼ିବ, ମି: ମହାନ୍ତି! ସୁପରଭାଇଜାରବାବୁ ସେଇ ମେସେଞ୍ଜରଟିକୁ ନେଇ ତାଙ୍କ ପାଖକୁ ଯାଆନ୍ତୁ, ଆଉ ଯେତେ ଶୀଘ୍ର ପାରନ୍ତି ସେତେ ଶୀଘ୍ର ତାଙ୍କୁ ନେଇ ଏଠାକୁ ଫେରି ଆସନ୍ତୁ। ' 'ହଁ ଆଜ୍ଞା, ମୁଁ ଏବେ ଫରେଷ୍ଟରଙ୍କ ପାଖକୁ ଯାଉଛି। ସେ ବାବୁଙ୍କର ବିଶେଷ ପରିଣତ-। ତାଙ୍କର ଗାଡ଼ି ନେଇ ଆମେ ଚାଲିଯିବୁଁ। ' ସୁପରଭାଇଜାର ଜଣକ କହିଲେ। 'ଏଠାରେ କ'ଣ ଆଉ ତାଙ୍କର କେହି। ନାହାନ୍ତି? ' 'ନା-ଆଜ୍ଞା! ଜଣେ ପୁଝାରୀ, ଆଉଜଣେ ଦରଓ୍ୟାନ ଆଉ ଜଣେ ମେଡ଼୍ ସାର୍ଭେଣ୍ଟ। ଏଇମାନେ ସଦାବେଳେ ଏଠାରେ ଥାଆନ୍ତି। ତା'ଛଡ଼ା ଆଉ ପାଞ୍ଚଜଣ ଅଫିସ ଷ୍ଟାଫ୍। ପାଞ୍ଚଟାରେ ସେମାନେ ଘରକୁ ଫେରିଯାଆନ୍ତି। ' 'ମିସେସ ପାତ୍ର ଏଠାକୁ ଆସନ୍ତି? ' 'ଆସନ୍ତି, ଆଜ୍ଞା! ସେ ପ୍ରାୟ ପ୍ରତିଦିନ ଦଶଟାରେ ଆସନ୍ତି। ବେଳେବେଳେ ବାବୁଙ୍କ ସାଙ୍ଗରେ ମାଇନିଂସରୁ ଫେରି ଘରକୁ ଯାଆନ୍ତି। ' 'ମିଷ୍ଟର ପାତ୍ର କଣ ଏଇଠାରେ ସଦାବେଳେ ରହନ୍ତୁ? ' 'ନା, ତେବେ ମାଇନିଂସରେ ଟିକିଏ ଜୋରରେ କାମ ଥିଲେ ସେ ରହନ୍ତି। ' 'ଗତ କାଲି ସେ ଏଠାକୁ ଆସିଥିଲେ? ' 'ନା। ତାପରେ କ'ଣ ଭାବି ସେ କହିଲା, 'ସକାଳ ଆଠଟରେ ସେ ଏଠାକୁ ଟେଲିଫୋନ୍ କରିଥିଲେ। ବାବୁ ସେତେବେଳକୁ ମାଇନିଂ ଯାଇସାରିଥିଲେ। ' 'ସେ ଟେଲିଫୋନ ଆପଣ ରିସିଭ୍ କରିଥିଲେ? ' 'ହିଁ, କୌଣସି ଏକ ଜରୁରୀ କାମ ପାଇଁ ସେ ବାବୁଙ୍କୁ ସେଠାକୁ ଯିବାକୁ କହୁଥିଲେ। ସେ ନାହାନ୍ତି ବୋଲି ମୁଁ କହିବାରୁ ଆଉ ବାବୁଙ୍କୁ ପଛେ ଜଣାଇବା ଦରକାର ନାହିଁ ବୋଲି କହି ଟେଲିଫୋନ ଛାଡ଼ିଦେଇଥିଲେ। ' 'ତା'ପରେ ସେ ଆଉ ଟେଲିଫୋନ କରି ନ ଥିଲେ କିମ୍ୱା ନିଜେ ଆସି ନ ଥିଲେ? ' 'ମୁଁ ଜାଣେ ନାହିଁ। ବାବୁ ବାରଟା ବେଳେ ଏଠାକୁ ଆସିଥିଲେ। ' ସୁପରଭାଇଜାରଙ୍କୁ କିଛି ସମୟ ନିରୀକ୍ଷଣ କରି ସେ କହିଲେ, 'ବେଶ୍ ଆପଣ ଆସନ୍ତୁ। ଯେତେ ଶୀଘ୍ର ତାଙ୍କୁ ନେଇ ଫେରିପାରିବେ ସେତେ ମଙ୍ଗଳ। ' ସୁପରଭାଇଜର ନମସ୍କାର ଜଣାଇ ସେଠାରୁ ଚାଲିଗଲା ପରେ ମି: ମହାନ୍ତି କହିଲେ, 'ହତଭାଗ୍ୟ ବିଚରା, ଏଆଡ଼େ ନୂଆ ମାଇନିଙ୍ଗର ପରିକଳ୍ପନା କରୁ କରୁ